ପୃଥିବୀର ଗୋଲାକାର ଆକୃତି ଯୋଗୁଁ ନାଭିକ୍ ପ୍ରଣାଳୀ ସଠିକ୍ ଭାବେ କାର୍ଯ୍ୟ କରିବା ନିମନ୍ତେ ଅତି କମରେ ଚାରିଟି ଉପଗ୍ରହ ଆବଶ୍ୟକ। ପ୍ରତ୍ୟେକ ଉପଗ୍ରହରେ ନୌପରିଚାଳନା ଉପକରଣ, ପରମାଣୁ ଘଡ଼ି, ସି ବ୍ୟାଣ୍ଡ ଟ୍ରାନ୍ସପଣ୍ଡର ଆଦି ଖଞ୍ଜାଯାଇଛି। ପ୍ରତି ଉପଗ୍ରହରେ ତିନିଟି ଲେଖାଏଁ ରୁବିଡିୟମ୍ ପରମାଣୁ ଘଡ଼ି ବ୍ୟବହୃତ ହୋଇଛି। ଏ ପ୍ରତି ଉପଗ୍ରହର କାର୍ଯ୍ୟକାଳ ଦଶ ବର୍ଷ ଏବଂ ଏଗୁଡ଼ିକର ନିୟନ୍ତ୍ରଣ ହାସନ୍ ସ୍ଥିତ ମୁଖ୍ୟ ନିୟନ୍ତ୍ରଣ କେନ୍ଦ୍ରରୁ କରାଯାଏ।ଏହି ଅଭିଯାନରେ ମାନବବାହୀ ମହାକାଶଯାନ ନିର୍ମାଣ ଏକ ଜଟିଳ ତଥା ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ସ୍ୱାଧୀନତା ଦିବସର ଉଦ୍‌ବୋଧନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ହଜାର ବାଇଶ ସୁଦ୍ଧା ଭାରତର ନିଜସ୍ୱ ମାନବଯୁକ୍ତ ମହାକାଶ ଅଭିଯାନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ। ଭାରତୀୟ ମାନବଯୁକ୍ତ ମହାକାଶ କାର୍ଯ୍ୟକ୍ରମର ନାମ ଗଗନଯାନ ମିଶନ୍ ରଖାଯାଇଛି। ନାସା ଏବଂ ରୁଷିଆ ଦ୍ୱାରା ପେ ପ୍ରେରିତ ମହାକାଶଚାରୀମାନଙ୍କୁ ଯଥାକ୍ରମେ ଆଷ୍ଟ୍ରୋନଟ୍ ଓ କସମୋନଟ୍ କୁହାଯାଉଥିବା ବେଳେ, ଇସ୍ରୋ ଏହାର ମହାକାଶଚାରୀ ଦଳର ନାମ ବ୍ୟୋମନଟ୍ ରଖିଛି। ବ୍ୟୋମନଟ୍ ଶବ୍ଦଟି ସଂସ୍କୃତ ଶବ୍ଦ ବ୍ୟୋମରୁ ଉଦ୍ଧୃତ, ଯାହାର ଅର୍ଥ ହେଉଛି ଆକାଶ ବା ଅନ୍ତରୀକ୍ଷ। ବେଙ୍ଗାଲୁରୁରେ ଆୟୋଜିତ ସ୍ପେସ୍ ଏକ୍ସପୋରେ ଇସ୍ରୋ ପକ୍ଷରୁ ମହାକାଶଚାରୀଙ୍କ ସ୍ୱତନ୍ତ୍ର ପୋଷାକ ଏବଂ କ୍ରିଉ ଏସ୍‌କେପ୍ ମଡ୍ୟୁଲ୍ ପ୍ରଦର୍ଶନ କରାଯାଇଥିଲା।ଚନ୍ଦ୍ରଯାନ ଏକ ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା। ନଭେମ୍ବର ଆଠରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ପରବର୍ତ୍ତୀ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଅଗଷ୍ଟ ଅଠାଇଶରେ ଏହା ରେଡିଓ ସଙ୍କେତ ଦେବା ବନ୍ଦ କରିଦେଇଥିଲା। ଏହାର କିଛି ସମୟ ପରେ ମିଶନ୍ ସମାପ୍ତ ହୋଇଥିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଗଲା କିନ୍ତୁ ସେହି ସମୟ ସୁଦ୍ଧା ଚନ୍ଦ୍ରଯାନ ଏକ ତାହାର ପଞ୍ଚାନବେ ପ୍ରତିଶତ ଲକ୍ଷ୍ୟ ପୂରଣ କରିସାରିଥିଲା। ଉତ୍‌କ୍ଷେପଣର ଦଶ ବର୍ଷ ପରେ ଚନ୍ଦ୍ରଯାନ ଏକରୁ ପ୍ରାପ୍ତ ତଥ୍ୟକୁ ଅନୁଶୀଳନ କରି ଆମେରିକାର ମହାକାଶ ଗବେଷଣା ସଂସ୍ଥାର ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ବରଫ ଆକାରରେ ଜଳ ଥିବା କଥା ନିଶ୍ଚିତ କରିଥିଲେ।ମଙ୍ଗଳଯାନ ମଙ୍ଗଳ ଗ୍ରହ ଅଭିମୁଖେ ଭାରତର ପ୍ରଥମ ଅଭିଯାନ ଥିଲା। ପୃଥିବୀ କକ୍ଷପଥରେ ପାଖାପାଖି ଏକ ମାସ ସମୟ ବିତାଇବା ପରେ ତିରିଶ ନଭେମ୍ବର ଦୁଇ ହଜାର ତେରରେ ଏହି ଯାନ ମଙ୍ଗଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଦୀର୍ଘ ଦୁଇ ଶହ ଅଠାନବେ ଦିନର ଯାତ୍ରା ପରେ ଚବିଶ ସେପ୍ଟେମ୍ବର ଦୁଇ ହଜାର ଚଉଦରେ ସଫଳତାର ସହ ମଙ୍ଗଳର କକ୍ଷପଥରେ ପ୍ରବେଶ କରି ମଙ୍ଗଳଯାନ ଅନ୍ତର୍ଗ୍ରହ ମହାକାଶ ଯାତ୍ରା ଇତିହାସରେ ପ୍ରଥମ ପ୍ରୟାସରେ ହିଁ ସଫଳ ହେବାର ଗୌରବ ହାସଲ କଲା।ଏହାର ପ୍ରାରମ୍ଭିକ ସ୍ଥାପନା ସମୟରେ ଇସ୍ରୋ ସାଉଣ୍ଡିଂ ରକେଟ୍‌ରେ ବୈଜ୍ଞାନିକ ଉପକରଣ ଖଞ୍ଜି ଉପର ବାୟୁମଣ୍ଡଳର ଅଧ୍ୟୟନ କରୁଥିଲା। ପ୍ରକ୍ଷେପିତ ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟରେ ଏକ ରଞ୍ଜନ ରଶ୍ମି କ୍ୟାମେରା ଥିଲା। ସେହିପରି ସ୍ରୋସ୍ ସି ଦୁଇ ଉପଗ୍ରହରେ ଗାମା ରଶ୍ମି ବିସ୍ଫୋରଣ ଚିହ୍ନଟକାରୀ ଯନ୍ତ୍ର ଥିଲା, ଯାହା କୋଡ଼ିଏଟି ମହାଜାଗତିକ ବିସ୍ଫୋରଣ ଠାବ କରିଥିଲା। ଆଇଆର୍‌ଏସ୍ ପି ତିନି ଉପଗ୍ରହ ଜରିଆରେ ରଞ୍ଜନ ରଶ୍ମି ନିର୍ଗତ କରୁଥିବା ଅନେକ ଯୁଗ୍ମ ନକ୍ଷତ୍ର, ପଲସାର୍ ଓ କୃଷ୍ଣଗର୍ତ୍ତର ପର୍ଯ୍ୟବେକ୍ଷଣ ତଥା ଅଧ୍ୟୟନ କରାଯାଇଥିଲା। ଭାରତର ପ୍ରଥମ ସମର୍ପିତ ବହୁ ତରଙ୍ଗଦୈର୍ଘ୍ୟ ମହାକାଶ ପର୍ଯ୍ୟବେକ୍ଷଣାଗାର ଭାବେ ପରିଚିତ ଆଷ୍ଟ୍ରୋସାଟ୍ ଅନେକଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ମହାଜାଗତିକ ଘଟଣାର ସୂଚନା ପ୍ରଦାନ କରିଛି।ଭବିଷ୍ୟତରେ ଇସ୍ରୋର ଅନେକଗୁଡ଼ିଏ ଉନ୍ନତ ଭୂପର୍ଯ୍ୟବେକ୍ଷଣକାରୀ ଉପଗ୍ରହ ପ୍ରକ୍ଷେପଣ କରିବାର ଯୋଜନା ରହିଛି। ଏଥିସହ ମାନବଯୁକ୍ତ ମହାକାଶ ଯାତ୍ରା ପାଇଁ ସ୍ୱତନ୍ତ୍ର ମହାକାଶଯାନ ନିର୍ମାଣ ତଥା ସୂର୍ଯ୍ୟ, ଚନ୍ଦ୍ର ଓ ମଙ୍ଗଳ ଭଳି ପୃଥିବୀର ନିକଟବର୍ତ୍ତୀ ଖଗୋଳୀୟ ପିଣ୍ଡଗୁଡ଼ିକୁ ପର୍ଯ୍ୟବେକ୍ଷଣକାରୀ ଅଭିଯାନ ପ୍ରେରଣ କରିବାକୁ ଲକ୍ଷ୍ୟ ରଖାଯାଇଛି।